ଏଥିଲାଗି ସ୍ୱତନ୍ତ୍ର ଅଫିସ୍ ଅଛି–ଲୋକ ନିଯୁକ୍ତ ରହିଛନ୍ତି। ଓଜନ ବେଶୀ ହେଲେ ଗାଡ଼ି ଉପରକୁ ଉଠି ପାରିବ ନାହିଁ। ଅନୁମତି ମିଳିବ ନାହିଁ। ହରିସିଂ ଗାଡ଼ିରେ ଆମେ କେତେଜଣ ମାତ୍ର। ଓଜନ ଖୁବ୍ କମ୍। ଏଇଠି କତୋଟି ହୋଟେଲ, ଘରବାଡ଼ି ଅଛି। ସ୍ଥାନଟି ନା ଭୂଲିଯାଇଛି। ହରି ସିଂ ମତେ ଡାକିନେଲା ହୋଟେଲକୁ ଚାହା ଖାଇବା ପାଇଁ। ହାଟେଲରେ ଦୁଇଟି ଯୁବତୀ ଝିଅ ହରିସିଂର ଭଉଣୀ ଲେଖା। ରାତିରେ ହରିସିଂ ସମୟେ ସମୟେ ଏଇଠି ରହେ। ଚାହା ସଙ୍ଗେ ଆମଲେଟ ଖାଇ ଦେହକୁ ତାଜା କରିନେଲୁ ହିମାଳୟ ଆରୋହଣ ପୂର୍ବରୁ। ଆଗରେ ଲମ୍ବା ଲମ୍ବା ପର୍ବତ। ଖୁବ୍ ଦୀର୍ଘ–ଭାଲେରୀ ସୋଲରୀ ବା ଆମ ଗାଁ ପାଖ କଳାଧାର ମୋ ଆଖି ଆଗରେ ଥିଲା ସବୁଠୁ ଉଚ୍ଚ ପର୍ବତ। ଲୁଗା ପ୍ରସ୍ତ ପ୍ରସ୍ତ ପରି ଏଠାରେ ଖାଲି ପର୍ବତର ପ୍ରସ୍ତ। ଗୋଟିକ ଉପରେ ଗୋଟିଏ ଲଦି ହୋଇ କେଉଁ ଆଦିମ ଯୁଗରୁ ପଡ଼ି ରହିଛନ୍ତି ଭାରତର ପ୍ରହରୀ ପରି ଅଟଳ, ନିଶ୍ଚଳ, ନିଷ୍ଠାପର। ଗାଡ଼ି ଚାଲିଥାଏ ସର୍ପିଳ ଗତିରେ। ତଳକୁ ଗଭୀର ଉପତ୍ୟକା। ପଡ଼ିଗଲେ ଚିହ୍ନବର୍ଣ୍ଣ ରହିବ ନାହିଁ। ଚାହିଁଲେ ଭୟ ଆସେ। ମୁଣ୍ଡ ଘୂରେଇ ଯାଏ। ରାସ୍ତା କଡ଼େ କଡ଼େ ଛୋଟ ଛୋଟ କାଠର ବାଡ଼–ଶକ୍ତ ନୁହେଁ। ମୁଁ ଖାଲି ଉପରକୁ ଚାହେଁ। ଶ୍ୟାମ ସବୁଜ ନୀଳାଭ–ସବୁ ବର୍ଣ୍ଣର ସମ୍ମିଳନୀ। ନାନା ରଙ୍ଗୀନ ପତ୍ରର ସ୍ନିଗ୍ଧ ଆସ୍ତରଣ। ଶୀତ ଋତୁରେ ଫୁଲ କମ୍ ଫୁଟେ। କିନ୍ତୁ ବିଭିନ୍ନ ରଙ୍ଗର ପତ୍ରଗୁଚ୍ଛ ଦୂରରୁ ଫୁଲଭଳି ପ୍ରତୀତ ହୁଏ। ମନ ଧାଇଁଯାଏ, ଇଚ୍ଛାହୁଏ। ସମସ୍ତଙ୍କ ଦେହରେ ଥରେ ଥରେ ବାଡ଼େଇ ହୋଇ ଆସିବାକୁ। ହଠାତ୍ ଦେଖାଗଲା ସୂର୍ଯ୍ୟାଲୋକରେ ଏକ ପ୍ରଶସ୍ତ ଉପତ୍ୟକା–ସମତଳ। ହିମାଳୟର ସେଇ ମହାଗମ୍ଭୀର ଅରଣ୍ୟଲୋକର ଉଦାର କାନ୍ତ। ଉନ୍ମୁକ୍ତ ଭୂଖଣ୍ଡ। ଜଟାଭସ୍ମ ବିଭୂଷିତ ନଗ୍ନଦେହ, ସନ୍ୟାସୀମାନଙ୍କର ଇତିହାସ ପ୍ରସିଦ୍ଧ ବେଦମନ୍ତ୍ର ମୁଖରିତ ଏହି ସେହି ପାର୍ବତ୍ୟ ଗୁହା ଗହ୍ୱର। ସହସ୍ର ଭୋଗ ବିଳାସ, ଆଳସ୍ୟରେ ବିବଶ ଏହି ରସରଙ୍ଗୀନ୍ ଉପତ୍ୟତା। ଏଠାରେ ଅର୍ଥ ବ୍ୟର୍ଥ ହୁଏ–ଆମୋଦ ସାର୍ଥକ ହୁଏ। ବନାନ୍ତରାଳରେ ମଧ୍ୟ ରାତ୍ରିରେ ଛାୟା ନିବିଡ଼ ଜ୍ୟେସ୍ନା ଚନ୍ଦ୍ରିକାରେ କେଉଁ କେଉଁଠି ଉଚ୍ଛ୍ୱସିତ ଅନୁରାଗ ଓ ଅସହନୀୟ ଯନ୍ତ୍ରଣାରେ ମାତାଲ ହୋଇ ଉଠେ। ଏ ଉପତ୍ୟକା ନୁହେଁ–ଅଳକା। ଝରଣା! ଏକ ଦୁଇ କରି ହାତରେ ଗଣି ହେବନି; ମନରେ ସମ୍ପୂର୍ଣ୍ଣ ଉପଲବ୍ଧି କରି ହେବନି। ପାଖରେ ଠିଆ ହୋଇ ଉପରକୁ ଚାହିଁଚି–ଏହାର ମୂଳ କେଉଁଠି ଦେଖିବା ପାଇଁ। ତରଳ ସୁନା ନୁହେଁ–ରୂପା ନୁହେଁ, ତାଠୁ ଆହୁରି ଅଧିକ ମୂଳ୍ୟବାନ୍। ଅଧିକ ମଧୁର, ଅଧିକ ସୁନ୍ଦର ଏହାର ଜଳବେଶୀ। ଅବିରାମ ଅଶ୍ରାନ୍ତ ଧାରା। ଲତାମଙ୍ଗସେକରଠୁ ବଳି ସୁଲଳିତ ଛନ୍ଦମୟ ଧ୍ୱନି-। ଉଦ୍ବେଳ ଆକୁଳ ସଙ୍ଗୀତ–ଭାଷା ନାହିଁ, ଅର୍ଥ ନାହିଁ, କିନ୍ତୁ ନିରର୍ଥକ ନୁହେଁ; କାରଣ ଏ ଧ୍ୱନି ଦେହର ସବୁ ତନ୍ତ୍ରୀକୁ ସ୍ପର୍ଶକରେ, ସ୍ପନ୍ଦନ ତୋଳେ, ଆମୋଦ ଆଣିଦିଏ–ଅନନ୍ତ ଅସୀମ। ଶିଳ୍ପୀର ଆଧାର ଇଏ, କବିର ମହାକାବ୍ୟ–ସନ୍ନ୍ୟାସୀର ଯୋଗ ସାଧନାର ପବିତ୍ର ପୀଠ। ଏହାର ଧାର ଧାର ତ୍ରିପିଟକର ଅହିଂସା-ସତ୍ୟ ସନ୍ଦେଶ କଲ୍ଲୀବିଥିକା ପରି ଲତାୟିତ ହୋଇ ରହିଛି ବହୁ ଶତାବ୍ଦୀ ଧରି। ଦେଖିଥିଲି ଚଳଚିତ୍ରରେ ଆଜି ଦେଖୁଚି ଜୀବନ୍ତ ଛବି–ହିମାଳୟର ପୂତ ପବିତ୍ର ଉପବୀତଗୁଡ଼ିକୁ। ପର୍ବତ ପରେ ପର୍ବତ। ସଡ଼କ ପରେ ସଡ଼କ। ଗୋଟିଏ ପର୍ବତକୁ ଗୋଲାକାରରେ କଟା ହୋଇଛି ନାନାଭଙ୍ଗୀରେ। ପର୍ବତ ବାଙ୍କ ଦେଇ ହଠାତ୍ ହରିସିଂର ଗାଡ଼ି ହାଜର ହେଲା ଅନ୍ୟ ଏକ ପର୍ବତର ସମତଳ ପ୍ରଦେଶରେ। ନିର୍ଲିପ୍ତ ଚକ୍ଷୁ ଦୁଇଟି ମୋର ଚଳଚିତ୍ର ପରି ପ୍ରଖରଗତିରେ ଦେଖି ଚାଲିଥାଏ ରୂପ ସମ୍ଭାର। କେଉଁଟିକି ଛାଡ଼ିବନି–ସବୁ ଦେଖିଯିବି, କିନ୍ତୁ ସମୟ ଯେ କମ୍। ଇଚ୍ଛା ହେଉଥାଏ ଯେତେ ଦିନ ହେଉପଛେ ଓହ୍ଲେଇ ପଡ଼ିବି–ଚାଲି ଚାଲି ଯିବି–ଏ ଗହ୍ୱର ଭିତରେ ପଶି ସବୁ ତନ୍ନ ତନ୍ନ କରି ଦେଖିଛି। କିନ୍ତୁ ତୁଷାରଝଡ଼ କୁହୁଡ଼ି ଅଭିଯାନକୁ ସମ୍ମୁଖୀନ ହୋଇ ମୁଁ ଚାଲି ପାରିବି ତ? ଏ କ'ଣ? ଫୁଲ? ଏତେ ସୁନ୍ଦର! ଫୁଲ ନୁହେଁ–ଘର। ଦାର୍ଜିଲିଂ ରାସ୍ତାରେ ତିନିଧାରିଆ ପ୍ରଥମ ସହର। ଆଗରୁ ଶୈଳନିବାସ ଦେଖି ନ ଥିଲି। ଏମିତି ମନୋହର ରମଣୀୟ ଦେଖାଯାଏ ବୋଲି କଳ୍ପନା ସୁଦ୍ଧା କରି ନଥିଲି। ଦୂରରୁ ଦେଖିଲେ ମନେହୁଏ ପାହାଡ଼ ଉପରେ ଗୁଡ଼ିଏ ଫୁଲଗଛ। ଏଠି ସେଠି ଫୁଟିଚି ଅଯତ୍ନ ଭାବରେ। ଏହି ପ୍ରଥମ ସହରକୁ ଦେଖ ମନ ଉଲ୍ଲସିତ ହୋଇ ଉଠିଲା।